ଯଦି ଭିତରେ ଗାଳି ଦିଆଦେଇ ଓ ବାହାରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ବହୁ ଅର୍ଥ ବ୍ୟୟକରି ଲୋକ ଏକତ୍ର କରିବା ଚାଲେ, ତେବେ ବ୍ୟବସ୍ଥାସଭାକୁ ମାନିବ କିଏ? ମନ୍ତ୍ରୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସପକ୍ଷରେ ଯୁକ୍ତି ଅଛି; କିନ୍ତୁ ବ୍ୟବସ୍ଥାସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ ପାଇଁ କୌଣସି ଯୁକ୍ତି ନାହିଁ। ଧରନ୍ତୁ ଏପରି ହେଲା ଯେ ବିରୋଧୀ ଦଳମାନେ ଲୋକ ଆଣି ରୁଣ୍ଡ କରାଇଛନ୍ତି। ସରକାରୀ ଦଳ ମଧ୍ୟ ଲୋକ ଆଣି ରୁଣ୍ଡ କରାଇଲେ। ତାହାହେଲେ କଅଣ ଦୁଇ ପକ୍ଷର ବିଚାର ହେବ ମାଡ଼ପିଟାପିଟି, ମୁଣ୍ଡ ଫଟାଫଟିରେ? ଯଦି ତାହା ହୁଏ, ତେବେ ବ୍ୟବସ୍ଥାସଭାର ଆବଶ୍ୟକତା କିଛି ନାହିଁ। ସରକାରୀ ଦଳ ଯେ ଲୋକ ରୁଣ୍ଡ କରିପାରିବେ ନାହିଁ ତାହା ନୁହେଁ। ଯେ କୌଣସି ସାଧାରଣ ସଭାରେ ଏହାର ପରୀକ୍ଷା କରାଯାଇ ପାରେ; କିନ୍ତୁ ବ୍ୟବସ୍ଥାସଭାକୁ ଯେପରି ଗୁରୁତ୍ୱ ଦେବାର କଥା ତାହା ଯଦି ନହୁଏ, ତେବେ ରାଜନୈତିକ ବଦ୍ହଜମି ଆରମ୍ଭ ହେଲାଣି ବୋଲି ମନେ କରିବାକୁ ହେବ। ତାହାର ପ୍ରମାଣିତ ଔଷଧ ହେଉଛି ରାଷ୍ଟ୍ରପତି ଶାସନ। ରାଷ୍ଟ୍ରପତି ଶାସନର ଅର୍ଥ ହେଉଛି ସରକାରୀ କର୍ମଚାରୀମାନେ ନିଜର ବୁଦ୍ଧି ବିବେକ ଅନୁସାରେ ଶାସନ କାର୍ଯ୍ୟ ପରିଚାଳନା କରିବେ। ସରକାରୀ କର୍ମଚାରୀମାନେ ଉଚ୍ଚ ଶିକ୍ଷିତ ଯୁବକ ଓ ଅନେକ ସେହିପରି ଦେଶପ୍ରେମୀ ଯେପରି ରାଜନୈତିକ ଦଳର ନେତାମାନେ। ଏଣୁ ରାଷ୍ଟ୍ରପତି ଶାସନ ହେଲେ କିଛି କୁଆଡ଼େ କ୍ଷତି ଘଟିବ, ତାହା ନୁହେଁ। ରାଜନୈତିକ ଅନୁଷ୍ଠାନମାନଙ୍କରେ ରାଜନୈତିକ ଦଳମାନଙ୍କର ଯଦି ବିଶ୍ୱାସ ଓ ସମ୍ମାନ ନରହେ, ତେବେ ରାଜନୈତିକ ଦଳମାନଙ୍କର ବ୍ୟାଧିର ଚିକିତ୍ସା ପାଇଁ ଲଂଘନ ଆବଶ୍ୟକ। ଲୋକେ ଏସବୁ ବିଷୟ ସବୁ ଦିଗରୁ ବିଚାର କରନ୍ତୁ। ଯାହା ସାଧାରଣ ଭାବରେ ଜନମତ ହେବ, ତାହା ହିଁ ଶେଷରେ ସମସ୍ତଙ୍କଦ୍ୱାରା ଗୃହୀତ ହେବ। ଏ ଆଲୋଚନାର ଉଦ୍ଦେଶ୍ୟ ଏହି ଯେ ଲୋକ ଜାଣନ୍ତୁ କିପରି ଓ କାହିଁକି ଗଣତାନ୍ତ୍ରିକ ପଦ୍ଧତି ବାଧାପାଉଛି ଓ କ୍ରମେ ରାଜନୀତି ପ୍ରତି ସାଧାରଣ ବିତୃଷ୍ଣା ଜାତହେଉଛି। ଶୁକ୍ରବାର ସାଧୁ ସାବଧାନ କଥାବାର୍ତ୍ତାରେ ମିଳାମିଶା ହୋଇଗଲା ବୋଲି କହି ହଠାତ୍ ଚାରିଆଡ଼େ ଘେରାଉ କରି ଯେପରି ଭାବରେ ରୁଷିଆ ଚେକୋସ୍ଲୋଭାକିଆ ଦେଶକୁ ଦଖଲ କରିନେଇଛି, ସେଥିରେ ଚାରିଆଡ଼େ ଲୋକେ ବିସ୍ମୟରେ ଅବାକ ହୋଇ ଯାଇଛନ୍ତି। ଆଜି ପୃଥିବୀରେ ରୁଷିଆ ଏକ ନେତୃ ସ୍ଥାନୀୟ ଦେଶ। ଅନ୍ୟର ବିବାଦରେ ରୁଷିଆ ପରି ଦେଶ ମଧ୍ୟସ୍ଥତା କରୁଥିଲା ଓ କରିବାର କଥା ମଧ୍ୟ; କିନ୍ତୁ ସେପରି ଦେଶ ଯଦି ନିଜେ ଅନ୍ୟ ଦେଶକୁ ଜବରଦସ୍ତି ଦଖଲ କରିଯାଏ, ତେବେ ପୃଥିବୀରେ ଶାନ୍ତି କେଉଁଠି। ମନୁଷ୍ୟ ମନୁଷ୍ୟ ମଧ୍ୟରେ ବା ଦେଶ ଦେଶ ମଧ୍ୟରେ ଶାନ୍ତିରେ ରହିବାପାଇଁ ଯେଉଁ ଅବସ୍ଥା ଆବଶ୍ୟକ ତାହା ଧୂଳିସାତ ହୋଇଗଲା। ଏହିପରି ପୂର୍ବେ ଥରେ ରୁଷିଆ ହଙ୍ଗେରି ପ୍ରତି ବ୍ୟବହାର କରିଥିଲା। ମନେ କରାଯାଉଥିଲା, କ୍ରମେ ରୁଷିଆରେ ସହନଶୀଳତାର ଭାବ ବିକାଶ ଲାଭ କରୁଛି; କିନ୍ତୁ ବାସ୍ତବରେ ତାହା ହୋଇନାହିଁ। କେବେ ହେବ ସେ ବିଷୟରେ ମଧ୍ୟ ସନ୍ଦେହଜାତ ହେଲାଣି। ଯେଉଁମାନଙ୍କ ହାତରେ ଶକ୍ତି ଅଛି, ସେମାନେ ଯଦି ସହନଶୀଳ ନ ହୁଅନ୍ତି, ତେବେ ଦୁର୍ବଳର ସ୍ଥାନ ଏ ଜଗତରେ ନାହିଁ ବୋଲି ଧରିନେବାକୁ ହେବ। ବର୍ତ୍ତମାନ ରୁଷିଆର ଆଚରଣରେ ପ୍ରମାଣିତ ହେଲା ଯେ ସହନଶୀଳତାର ଭାବ ନେତୃସ୍ଥାନୀୟ ଦେଶମାନଙ୍କ ଭିତରେ ମଧ୍ୟ ନାହିଁ। ଏପରି ଅବସ୍ଥାରେ ଭାରତ ତା'ର ନିଜର ସ୍ଥିତିକୁ ବିଚାରକରି ପ୍ରସ୍ତୁତ ହେବାକୁ ହେବ। ଅନ୍ୟ ଦେଶମାନଙ୍କର ଆଚରଣ ସମ୍ବନ୍ଧରେ ମତବ୍ୟକ୍ତ